ବ୍ୟକ୍ତିଗତ ଓ ସାମୂହିକ ଭାବରେ ସେ ଯେଉଁଭଳି ମନ କରେ, ନିଜକୁ ତଥା ନିଜର ପୃଥିବୀକୁ ସେହିପରି ତିଆରି କରେ। ପ୍ରକୃତିଗୁଡ଼ାକୁ ସଂସ୍କୃତି ମର୍ଯ୍ୟାଦା ଦିଏ ଏବଂ ତାହାରି ଦ୍ୱାରା ହିଁ ସ୍ଵମହିମାକୁ ଆବିଷ୍କାର କରେ। ଏବର ଏହି ବାତ୍ୟାଟା ପରେ ହଜାର ହଜାର ମଣିଷ ବିପନ୍ନ ହୋଇଯାଇ ଥିବାରୁ ବର୍ତ୍ତମାନ ସବା ଆଗ ମାନବିକତା ଲୋଡ଼ା ବୋଲି ଜଣେ କିଏ ଏକ ଖବରକାଗଜରେ ଲେଖିଛନ୍ତି। ଭାରି ଦରଦର ସହିତ ଲେଖିଛନ୍ତି। ପ୍ରଚଣ୍ଡ ବାତ୍ୟାଟା ତାଙ୍କୁ ଅତ୍ୟନ୍ତ ଉତ୍ତେଜିତ ଭାବରେ ଭାବପ୍ରବଣ କରି ପକାଇଛି। ଗୋଟାଏ ଗୋଟାଏ ବିଶେଷ ସମୟ ଆସିଲେ ଥୋକେ ମଣିଷ ହଠାତ୍ ଏଭଳି ତରଳିଯାଇ ବୋହି ଯାଆନ୍ତି କାହିଁକି କେଜାଣି? ଭାରତବର୍ଷରେ ଯେ ଏକଦା ଏକ ସ୍ୱାଧୀନତା ସଂଗ୍ରାମ ଲଢ଼ାଯାଇଥିଲା, ତା'ପଛରେ ମାନବିକତା ହିଁ ଯାବତୀୟ ଅର୍ଥରେ ସର୍ବପ୍ରଧାନ ଆବେଦନ ହୋଇ ରହିଥିଲା। ମଣିଷ, ଯେକୌଣସି ମଣିଷ ଯେତେବେଳ ଯାଏ ଏହି ପୃଥିବୀରେ କେବଳ ନିଜକୁ ଦେଖୁଥାଏ, ସେ ପର୍ଯ୍ୟନ୍ତ ସିଏ ନିଜ ମୂଳଧାତୁ ଗୁଡ଼ିକର କ୍ଷେତ୍ରରେ ପାଶବିକ ହୋଇରହିଥାଏ। ମଣିଷଟାଏ ହୋଇ ପୃଥିବୀକୁ ଆସିଥିଲେ ମଧ୍ୟ ଓ ନିଜ ଧଡ଼ ଉପରେ ମଣିଷର ମଥାଟାଏ ବୋହୁଥିଲେ ମଧ୍ୟ ପ୍ରକୃତରେ ଭାରି ଅମାନୁଷିକ ହୋଇ ରହିଥାଏ। କେବଳ ନିଜ ପାଇଁ ଠୁଳ କରୁଥାଏ, ତା' ତୁଣ୍ଡ ଭିତରର ସବୁଯାକ ଲାଳ କେବଳ ତା' ନିଜ ପାଇଁ ବୋହୁଥାଏ। କେବଳ ନିଜପାଇଁ ହିଁ ସିଏ ନିଜର ଅର୍ଜିତ ବିଦ୍ୟା ଏବଂ ବୁଦ୍ଧିଗୁଡ଼ାକୁ ଖଟାଇବାରେ ଲାଗିଥାଏ। ଭଗବାନଙ୍କୁ ମଧ୍ୟ ସିଏ ମୁଖ୍ୟତଃ ନିଜ ପାଇଁ ଡାକୁଥାଏ, ଖାସ୍ ନିଜର ଦୁଃଖ ନିବାରଣାର୍ଥେ ହିଁ ଗ୍ରହମାନଙ୍କୁ ଲାଞ୍ଚ ଦେଉଥାଏ। ଦେବୀଙ୍କ ପାଇଁ ଯନ୍ତାଳ ବସାଇ ସେ ନିଜ ପାଇଁ ଧନ ମାଗେ, ଯଶ ମାଗେ, ବଡ଼ପଣ ମାଗେ, ଚଣ୍ଡୀପୁରାଣର ହେରେଷା ଶ୍ଳୋକକାରଙ୍କ ପରି ପୂଜା ବଢ଼ିବା ପୂର୍ବରୁ ବାରାନ୍ତରେ ମନୋରମା ଭାର୍ଯ୍ୟାଟିଏ ମଧ୍ୟ ମାଗିପକାଏ। ଭାରତବର୍ଷ ସ୍ଵାଧୀନ ହେବା ପରେ ଏହି ଦେଶର ଉଚ୍ଚ ଓ ଉତ୍ତମମାନେ ସମ୍ଭବତଃ ଏହିପରି ଏକ ରାଜକୀୟ ଆସକ୍ତି ସହିତ ଭାଗ୍ୟଦେବୀଙ୍କ ପାଖରେ ପ୍ରାୟ ଏକ ଚମତ୍କାର ଚାତୁର୍ଯ୍ୟ ସହିତ ମନୋରମା ଭାର୍ଯ୍ୟା ପାଇଁ ମାଗୁଣି କରି ଆସୁଛନ୍ତି ଏବଂ ପ୍ରାୟ ସୁକଳ୍ପିତ ଭାବେ ଦାନବ ହେବାରେ ହିଁ ଚତୁର୍ବର୍ଗ ଫଳ ମିଳିପାରିବ ବୋଲି ଅତ୍ୟନ୍ତ ନିଷ୍ଠାପର ଭାବରେ ବିଶ୍ୱାସ କରି ଆସିଛନ୍ତି। ଏବଂ, କୌଣସି ଯୁଗରେ ମଧ୍ୟ ବାତ୍ୟା ଯେଉଁମାନଙ୍କର କିଛି କରିପାରେ ନାହିଁ, ସେମାନେ କାହିଁକି ଆମ କଥାକୁ ମାନି ମାନବିକତା ପାଇଁ ଆଗ୍ରହ କରିବେ? ଜୀବନର ବଣିଜରେ ସେମାନେ ଜାଣୁଜାଣୁ ଏତେଗୁଡ଼ାଏ କ୍ଷତି କ'ଣ ପାଇଁ ସହିବେ? ଏହି ପୃଥିବୀ ରହିଛି ବୋଲି ମୁଁ ଅଛି, ଅନ୍ୟ ମଣିଷମାନେ ଅଛନ୍ତି ବୋଲି ମୁଁ ମଧ୍ୟ ଜୀବନଟିଏ ବଂଚିବାର ଏକ ଅବସର ଲାଭ କରିଛି ଏବଂ ଏମାନଙ୍କୁ ବାଦ୍ ଦେଇ, ଲକ୍ଷ୍ମୀଛଡ଼ା କରି ରଖି ମୁଁ କଦାପି ଲକ୍ଷ୍ମୀମନ୍ତ ହୋଇପାରିବି ନାହିଁ। ଏପରି ଗୋଟିଏ ଅନ୍ୟ ସତ୍ୟାନୁମାନ ଉପରେ ନିଜକୁ ତିଆରି କରିବା, ଏଇଟିକୁ ଆମେ ମାନବିକତା ବୋଲି କହିପାରିବା। ସ୍ୱାଧୀନ ଭାରତବର୍ଷରେ ଆମର ସାମୂହିକ ଜୀବନରୁ ସେହି ତାରାଟିକୁ ସତେଅବା ତୀରମାରି ଉଡ଼ାଇ ଦେବା ନିମନ୍ତେ ହିଁ ଅଧିକ ପ୍ରୟାସ କରାଯାଇଛି। ସାମୂହିକ ଭାଗ୍ୟର ଯାବତୀୟ ଅଢ଼ା ଦାମ୍ଭିକ ଦାନବୀୟମାନଙ୍କ ହାତରେ ରହିଛି। ସେହିମାନେ ଦେଶଟାକୁ ଶାସନ କରିଛନ୍ତି, ଦେଶଟାକୁ ଭୋଗ କରିଛନ୍ତି। ଉଚ୍ଚ ଉଚ୍ଚ ଦରମାରେ ରହିଛନ୍ତି, ସାହେବଙ୍କ ମିଜାଜରେ ଲମ୍ବା ଲମ୍ବା ଗୋଡ଼ଗୁଡ଼ାକୁ ପକାଇ କୋଟି